ଆଜିଯାଏ ଲୁଚିଗଲା ତମର ପ୍ରତିଭା କେମିତି? –ହଁ, ଗୋଟାଏ କିଏ ଚିହ୍ନିବାଯାଏ ହୀରା–ମୋତି–ମାଣିକ ମାଟିରେ ପଡ଼ିଥାଏ। –ଚାଲିଛ ଯେ। କୁତା ତୁମକୁ ନବନାହିଁ। ତମେ ଯେମିତି ସବୁ ଖାତାରେ ଷ୍ଟାମ୍ପ ଆଲବମ୍ ରଖିଲା ପରି ସାର୍ଟିଫିକେଟ୍ ମାଳା ରଖିଛ। ସେଥିରେ ତୁମକୁ ନେବା ବିପଦ। –ନାହିଁ, ମୁଁ ବିପଦ କ'ଣ ହେବି? ପିଠିରେ ମାଡ଼ ଉପରେ ମାଡ଼ ଚଢ଼ୁଛି। ଖୋଲଟି କହିବାକୁ ମୋର ବେଳ ନାହିଁ? –ଏବେ ବୁଝ କୁକୁର କିଏ? ଥୋମଣି–ମାଡ଼ କିଏ ଖାଏ। ଓଲିଆ ପଣ କରି ଯାଇ ମାଲିକାଣି ଥାଳିକୁ ମୁହଁ ବଢ଼ାଇଲ। ମାଡ଼ ଖାଇ ଏଣେ ୟା'କୁ କୁକୁର, ତାକୁ ସାପ କହି ବୁଲୁଛ–ଆଧୁନିକ ବିପ୍ଳବୀମାନଙ୍କ ପରି। –ମୁଁ ଚୁପ୍ ହୋଇ ବସିବି। ଏବେ ଯେମିତି ହରିଜନ ଲୋକସଭା ସଭ୍ୟଙ୍କର ଚାକରର ବ୍ୟାଜ୍ ନେଇ ରାମଜନ ଲୋକେ ଦିଲ୍ଲୀ ଯାଇ ନିଜକୁ ଓ ଦେଶକୁ କୃତାର୍ଥ କରୁଛନ୍ତି ସେମିତି ତମେ ମତେ ନବ ନାହିଁ–ଚାକର ଭାବରେ? –ପିଅନ୍ ଭାବରେ? –ହଁ, ଏଥର ନିଆଯାଇ ପାରିବ। ମନକୁ ମନ ଠାକୁର କି କୁକୁର ଯାହା ହୁଅ, ଆମକୁ ଗଧ, କି ଘୋଡ଼ା ଯାହା ଭାବୁଛ ଭାବ–ଗୋଡ଼ଧରି ଖୋସାମତ କରି କରି ବାଟ ଚାଲ। ଶେଷ ଯାଏ ନେବି। –ମୁଁ ରାଜି। ମୋର ଅନ୍ୟ ଉପାୟ ନାହିଁ। –ଉପାୟ କେବେହେଲେ ରଙ୍କ ଆଉ ଭୀରୁ ଲୋକଙ୍କୁ ମିଳେ ନାହିଁ। ଏମିତି ଗାଳି ଦିଆ ଦେଇ ହୋଇ ହୋଇ ସେମାନେ ଅଳକା ଘରେ ପହଞ୍ଚିଲେ। ଅଳକା ଏମାନଙ୍କୁ ଆସିବାର ଦେଖି ମନେ ମନେ ଚିଡ଼ି ଉଠିଲା–ବାଜେ ଲୋକଙ୍କୁ ପ୍ରଶ୍ରୟ ଦେଲେ ଫଳ ଏତିକି? –ଆମେ ଆସିଛୁ। ନମସ୍କାର। –ହଁ, ନମସ୍କାର। –କ'ଣ ବ୍ୟସ୍ତ ଥିଲେ? –ନା–ହଁ। ବ୍ୟସ୍ତ ଆଉ କ'ଣ। କାଲି ରାତିଟା ଚେଇଁ ଚେଇଁ ଛଟପଟ ହେଲି। ମନଟା ଦବି ଯାଇଛି। –ଔଷଧ ଖାଇଲେ ନାହିଁ। ଦେହ କ'ଣ ଖରାପ ହେଲା? –ନାହିଁ ମ ଦେହ କ'ଣ ଖରାପ? ମନଟା ବଡ଼ ଖରାପ ଥିଲା। ମାନିନୀ ପଳାଇଲା ତାହାର ବାବୁଙ୍କ ତଦାରଖ କରିବାକୁ। ଏଣେ ଆପଣ ଆସି ଚାଲିଗଲେ। ହେ, କାଲି କ'ଣ ହେଲା? –ଶୋଭାଯାତ୍ରାରେ ଦାବୀ ଜଣାଇଲୁ? –ପଳାଇଲ କାହିଁକି ଅଧବାଟରୁ? –ଫେରୁଥିଲୁ ଆପଣମାନଙ୍କୁ ଦେଖି। ଆସିଲା ବେଳକୁ ଆପଣମାନେ ଚାଲିଗଲେଣି। ମୁଁ କହୁଥିଲି ରହିବା–ସେମାନେ ଆସିବେ। ମାନିନୀ ମତେ ମନାକଲା–ଗଲାବେଳକୁ ତା'କୁ କହିଛି ଯେ ସେ ବୁଝେ ମୁରଗିକା ଡିମ୍। –ମଫସଲିଆଣି ଆସି ସହରିଆଣି ହେଉଛି। –ମୁଁ କାଲି ଧରି ଆଣିଥାନ୍ତି ଆପଣମାନଙ୍କୁ-। ଏକୁଟିଆ ମଣିଷ ସଞ୍ଜବେଳ ଗୋଟାକ ଯାକ କ'ଣ କରିବ ଯେ –କିଛି ପଢ଼ିଲ ନାହିଁ। ଏଠି ଏତେ ବହି ଅଛି। –ବୁଝିଲ ରମାକାନ୍ତ–ଯିଏ ବହି ରଖେ ସେତକ ସେ ପଢ଼େ ନାହିଁ। ନିଜର ଜିନିଷକୁ କେହି ଆଡ଼ ଆଖିରେ ସଙ୍ଖୁଳେ ନାହିଁ। ଆଚ୍ଛା, ତମେ ଦିହେଁ ସକାଳେ ଏକାଠି ହେଲ କେମିତି? ରମାକାନ୍ତ ହସି ଭଜକୃଷ୍ଣଙ୍କୁ ଚାହିଁଲା। –କ'ଣ ହସ ହୋଇଗଲାଣି? ଗୋଟାଏ କ'ଣ ପ୍ଲଟ କରିଛ କି? ଦିହେଁ ତ ଯୋଗା ଲୋକ। ହେ ବାବୁ, ପ୍ଲଟ କରିବ ତ ଯାଅ ମାନିନୀ ଘରକୁ। ଏଠି ସବୁ କଥା ରୋକ୍ ଠୋକ୍–କିଛି ମଉଜ କରିବ? –ନା, ଆମେ ମାଡ୍ରାସି ହୋଟେଲରୁ ଆସୁଛୁ। –ଓଧ ଆଉ ଭୁଆଁ ହୋଇଥିଲୁ। –ବାଃ, ତମେମାନେ ତ ଆନନ୍ଦରେ ଅଛ। କିଏ ଓଧ ହେଲା? ରମାକାନ୍ତ ଭଜକୃଷ୍ଣକୁ ଚାହିଁ କହିଲା–ଇଏ। କୁହୁଡ଼ି–ପହଁରାରେ କଲେଜ ରେକର୍ଡ଼ ଦେବେ। ସେଇ ଓଧ ହେଲେ। ମୁଁ ହେଲି ଭୁଆଁ। ମାନିନୀ ବହେ ହସିଲା। କାଶି ଉଠିଲା ହସି ହସି। ହଠାତ୍ ଉଠିଯାଇ ଟେଲିଫୋନ୍ରେ କହିଲା– –ଗୋଟିଏ ଓଧ ଆଉ ଭୁଆଁ ଆସିଛନ୍ତି। ଆସିବ। –ବୁଝି ପାରୁ ନାହଁ। ଓଧ–ଭୁଆଁ। –ଓ, ରଖିବି କେଉଁଠି? –ଯନ୍ତାରେ। –କ'ଣ ସେମାନଙ୍କର ଖାଇବା କଥା? –ମାଛ ଖାଇବେ। ରେ ଆଇଁଷ–ଡାହାଣା ନା-।... ଆସିବ? –ଆସି ପାରିବ ନାହିଁ। ବାବୁଙ୍କର ହେପାଜତ୍ କରୁଚ।... ଆଚ୍ଛା, ଉପରଓଳିକୁ ଆସ। ମାଛ ଆଣିଥିବ–କଞ୍ଚା–କଞ୍ଚା ମାଛ। ଶୁଖିଲା ଶୁଖୁଆ ନୁହେଁ କି ମାଛ ତରକାରି ଟିଣ ଦୋକାନରୁ ଆଣିବ ନାହିଁ। ତଟକା ମାଛ ନ ହେଲେ ବାସି ମାଛ ଆଣିବ ହୋ ହୋ ହେଇ ହସି ଟେଲିଫୋନ ଥୋଇ ଦେଲା।